ସକାଳ ହେଲା। ବର୍ଷାର ଧାରା ବନ୍ଦ। ଆକାଶ କିନ୍ତୁ ମେଘ ଢଙ୍କା। ପଶ୍ଚିମପଟ ମେଘ ପୂର୍ବପଟକୁ ସଦଳବଳେ ଦଉଡ଼ିଛି। ଆକାଶରେ ପିମ୍ପୁଡ଼ି ଗଳିବାକୁ ବାଟ ନାହିଁ। କେତେବେଳରୁ ସୂର୍ଯ୍ୟଙ୍କ ନିଦ ଭାଙ୍ଗିଥିଲେ ବି କଳା-ମେଘର କମ୍ବଳ ଭିତରୁ ମୁହଁପଦାକୁ ବାହାର କରୁନାହାନ୍ତି। ସୁମିକୁ ଭୋକ ହେଲାଣି। ଟୁନୀ ବାପା ପାଖରେ ଦୁଇଥର କହିସାରିଲାଣି–'ବାପା, ଭୋକ। ' ବୁଲୁ ଚୁପ୍। ସୁମି-ମା ଟୁନୀ ଓ ସୁମିଙ୍କ ଅଲରା ବାଳ ଉପରେ କେବଳ ହାତର ପାନିଆ ଚଳଉଥାଆନ୍ତି। ଆଖିରୁ ଟୋପେ ହେଲେ ଲୁହ ଝରୁ ନଥାଏ। ରାମନନ୍ଦ ଚାହିଁଥାନ୍ତି ଦିଗନ୍ତକୁ–ବଢ଼ିପାଣିର ଜନ୍ମସ୍ଥଳୀ ସେଇଠି। କାଲିର ସଂଧ୍ୟା ଆଗରୁ ଯିଏ ଯାହା ଖାଇଥିଲେ–ବାସ୍ ସେତିକି। ସଂଧ୍ୟାପରେ ତ ଏମିତି ହେଲା। ଏ ଯାଏଁ ଆଉ ପାଟିରେ କିଛିହେଲେ ବାଜିନାଇଁ। ଭୋକ ନହେବ କେମିତି? କେଉଁ ପହରରୁ ସକାଳ ହେଲାଣି। ଏତେବେଳକୁ ସୁମି ପଖାଳ ପିଠା ଖାଇ ସାରନ୍ତାଣି। ସୁମି-ମା ଭାବିଲେ–କଣ କେଉଁଠୁ ଆଣି ସେ ଦେବେ ସୁମିକୁ? ନନ୍ଦେ ଛୁଆଙ୍କ ଆଡ଼େ ଥରେ ଆଖି ବୁଲେଇଆଣି ନାଲୁମିଶ୍ରଙ୍କ ଆଡ଼େ ଚାହିଁଲେ। ନାଲୁମିଶ୍ରେ ବେକଭାଙ୍ଗି ମୁଣ୍ଡକୁ ଆଣ୍ଠୁ-ସନ୍ଧିରେ ପୂରେଇ ବସିଚନ୍ତି। ଖାଲି ଖୋଷଣୀଟାଏ। ଗୋଟାଏ ବଡ଼ ତମ୍ବା ପଇସା ବ୍ୟତୀତ ଆଉ କିଛି ନାହିଁ। ନନ୍ଦେ ପାଣି ଭିତରକୁ ଗୋଡ଼ ବଢ଼େଇଲାରୁ ନାଲୁମିଶ୍ରେ ମୁଣ୍ଡ ଉଠେଇଲେ–ରାମ! କୁଆଡ଼େ ଯାଉଚୁ? –''ଛୁଆମାନଙ୍କ ଲାଗି କିଛି ଯୋଗାଡ଼ କରିବାକୁ ମିଶ୍ରେ ବାଧାଦେଲେ ନାହିଁ। ସୁମି-ମା ଭାବିଥିଲେ ମନା କରିବାକୁ କିନ୍ତୁ ତାଙ୍କର ବି ଜିଭ ଲେଉଟିଲା ନାହିଁ। ରାମନନ୍ଦଙ୍କ ଗତି ସଳଖ। ଗଛ ପରେ ଗଛ ପାରହୋଇ ଚାଲିଛନ୍ତି। ପାଣି କେଉଁଠି ଅଣ୍ଟେ, କେଉଁଠି ବେକେ ବା ଛାତିଏ, କେଉଁଠ ବା ଥଳ ନାହିଁ। ପହଁରିବାକୁ ପଡ଼ୁଚି। ରାସ୍ତା ଅରାସ୍ତା ସବୁ ଏକାକାର। ଖାଲି ନନ୍ଦଘର ମିଶ୍ରଘର ନୁହେଁ–ସମସ୍ତଙ୍କର ଅବସ୍ଥା ସମାନ। ଘର ନାହିଁ। କିଏ ବସିଚି ଗଛ ଉପରେ କିଏବା ଅଣ୍ଟାଭାଙ୍ଗି ପଡ଼ିଥିବା ଚାଳ ଉପରେ। ଗାଈଗୋରୁ ନିଶୂନ୍। ସବୁ କଣ ଭାସି ଯାଇଛନ୍ତି? ଗଗନ ଗୁଡ଼ିଆ ଘର ବିଷୟ ଚିନ୍ତା କଲାକ୍ଷଣି ନନ୍ଦଙ୍କର କୋହ ଉଠିଲା। ଇସ୍ କେଡ଼େ ପାପୀ ସେ? କଥାଦେଇ ବିପଦବେଳେ ସାହାଯ୍ୟ କରିପାରିଲେ ନାଇଁ। କିଏ ତାଙ୍କୁ କ୍ଷମା କରିବ? ଗୋଟିଏ ଗଛକୁ ଆଉଜି କିଛିକ୍ଷର ସେ ଠିଆ ହୋଇ ରହିଲେ। ପହଁରି ପହଁରି ବାହା ଦୁଇଟା ତାଙ୍କର କ୍ଳାନ୍ତ ହୋଇପଡ଼ିଲେଣି। ଦୋକାନ ଘର କଣ ଏ ବିପଦରୁ ରକ୍ଷା ପାଇଚି? କିଏ କହିବ? ତଥାପି ଭାଗ୍ୟ ପରୀକ୍ଷା ନିତାନ୍ତ ପ୍ରୟୋଜନ। କିଛି ନହେଲେ ସୁମି, ଟୁନୀ ଓ ବୁଲୁ ପାଇଁ। ବାକି ଦେବ ଯେ? ହଁ, ଦେବନାହିଁ କାହିଁକି। ନନ୍ଦେ ସର୍ବଥା କଥା ରଖିଛନ୍ତି। ଦୋକାନୀ ପୁଅଲାଗି ବିନା ଖର୍ଚ୍ଚରେ ଜାମାକରି ଦେଇଛନ୍ତି। ତାଙ୍କୁ ବାକୀ ମିଳିବ ନାହିଁ ତ ମିଳିବ କାହାକୁ? କିଛି ବିଳାସ କରିବାଲାଗି ନୁହେଁ। ବିପଦ ପଡ଼ିଚି। ଛୁଆପିଲା ମରିଯାଉଛନ୍ତି। ସେଥିଲାଗି କେବଳ ସେ ପରଦୁଆରରେ ହାତ ପତେଇବାକୁ ଆସିଛନ୍ତି। ଗୋଟେ ମାସ ଭିତରେ ଶୁଝିଦେବେ। ନନ୍ଦେ ପୁଣି ପହଁରିଲେ। ଦୋକାନଘର କାହିଁ? ଭସ୍ ଭସ୍ ହୋଇ ପାଣି ତା' ଭିତରେ ବାଟ ସଫା କରୁଚି। ପାଖ ପୁଣ୍ଟିଆ ଗଛଟା ଉପୁଡ଼ି ଚାଳକୁ ମଝିରୁ ଦୁଇଭାଗ କରିଦେଇଚି। ଶିରିଆପୁର ଗାଁର ସେଇ ଏକମାତ୍ର ଦୋକାନ। ଗାଁ ଲୋକଙ୍କର ନିତିଦିନିଆ ଗୁଜରାଣ ମେଣ୍ଟାଏ। କଣ ଗୋଟାଏ ପଚିଯାଇ ଦୁର୍ଗନ୍ଧ ହେଉଚି। ନନ୍ଦେ ଅନିଷା କଲେ–ସ୍ତ୍ରୀ ଲୋକଟିଏ। ଦେହରେ ଲୁଗାପଟା ନାହିଁ। ବାଳ ମୁକୁଳା। କାହୁଁ ଭାସି ଆସି ଏଠି ଲାଗିଲା? ଶିରିଆପୁର ଗାଁରେ ଦେଖିଲା ଭଳି ମନେ ହେଉନାଇଁ। ଅନ୍ୟ ଗାଁ କଣ ଶିରିଆପୁର ପରି ସଂକଟାପନ୍ନ। ସ୍ତ୍ରୀ ଲୋକଟିର ହାତରେ ମୋଟା ମୋଟା ରୂପାଖଡ଼ୁ। ଗୋଡ଼ରେ ବାଙ୍କିଆ। ବେକରେ ରୂପା ହାର। ଯୌବନ ଅଛି-। ପେଟଟା ଫୁଲିଚି ବୋଧହୁଏ ପାଣି ପଶି। ପଚାଗନ୍ଧରେ ଠିଆ ହୋଇ ରହିବା କଷ୍ଟ। ନନ୍ଦେ ସ୍ତ୍ରୀଲୋକଟି ଲାଗି କାନ୍ଦିବାର ଅବସର ପାଇଲେ ନାହିଁ। ସୁମି-ମା ଭାଗ୍ୟରେ ଯଦି ଏପରି ଘଟିଥାନ୍ତା? ନା... ନା। ସେ ଫେରିଲେ। କିନ୍ତୁ ଖାଦ୍ୟ ନ ନେଇ ଫେରିବେ କିପରି। କଣ, ମୁହଁ ଦେଖାଇବା ଲାଗି? ଦୋବଲ ଏକମାତ୍ର ଜାଗା।